ଶ୍ମଶାନଆଡ଼େ ବା ଆଲୋକ ଜଳୁଥାଏ; ହେଲେ ତାହା ବଡ଼ ଅଣଉଜିଳା। ସେ ଆଲୁଅ କାହାକୁ ସୁଖ ଲାଗୁନଥାଏ। ସେଠି ଜୀବନ ନ ଥିବାରୁ ତାହା ଭୟଙ୍କର ବୋଧହେଉଥିଲା। ମଞ୍ଚ ଉପରୁ ମାଇପି ଜଣକ କଅଣ ସବୁ କହୁଥିଲେ। ଦୁଲାଳୀ କେବଳ ତାଙ୍କ ତୁଣ୍ଡରୁ ଶୁଣୁଥାଏ-ମଣି… ମଣି… ମଣି… ମଣି… ସୁଆଣ୍ଡ ଗାଁରେ ତା'ର ଘର। ସେଇଠୁ ସେ ଚାଲି ଚାଲି କରି ଆସିଛି ତା ବାଆ ସାଙ୍ଗେ। ବାଆ ତାକୁ କାହିଁକି ଏ ଘୋଡ଼ାନାଚ ଆଉ ମେଳଣ ଦେଖାଇବାକୁ ଆଣିଲା ସେ ଜାଣେନି। କାନ୍ଧରେ ହୁଦା ପକେଇଥିବା କେତେଜଣ ଟୋକା ବାଟଯାକ ଦୁଲାଳୀକୁ କଦଳୀଟାଏ ଖାଇବାକୁ ଦେଇ ଆସିଛନ୍ତି। ମୁଡ଼ୁ ମୁଡ଼ୁ ବୋଟ ଚଣା ବି ସେ କିଛି କିଛି ଚୋବେଇଛି। ତା' ବୟସ ସାତ କି ଆଠ। ବାଆର ନାଁ ଅନ୍ତିମ ପ୍ରଧାନ। ନାଁଟା କିମିତି ବାଖାଡ଼ିଆ, ସହଜରେ ତୁଣ୍ଡକୁ ଆସେନି। ସେ ତ ବାଆ ଡାକେ, ସେଥିରୁ କଅଣ ମିଳିବ? ସୁଆଣ୍ଡ ଗାଁରେ 'ମଣି' କଥାଟା ଅତି ଜଣାଶୁଣା। ପୁଅ-ଝିଅଙ୍କର ବି ମଣି ନାଁ ଅଛି। ଲୋକେ ହାତ ହଲେଇ କଥା କହୁଥିବାବେଳେ କେଜାଣି କାହିଁକି ଗର୍ବରେ ମଣି… ମଣି ବୋଲି ହେଉଥାନ୍ତି। ଦୁଲାଳୀ ଏ ସବୁ ଜାଣିଛି। ବାପକୁ ଜାଣିବା ସାଙ୍ଗେ ସାଙ୍ଗେ ଏ ମଣି-ମଣିଷଟାକୁ ସେ ଜାଣେ; ହେଲେ ତାକୁ ଦେଖିନି। ଅନ୍ତିମ ପ୍ରଧାନ ଝୁଅକୁ ଘରୁ ଗୋଡ଼ କଢ଼େଇ ଆଣିବାବେଳେ କଥା ଦେଇଥିଲା, ସେ ମଣିକୁ ଦେଖାଇଦେବ ଠିକଣା ଜାଗା ଉପରେ। ଏଣେ ଘୋଡ଼ାନାଚ ବନ୍ଦ। ତେଣେ ଭୋକ କଲାଣି। ଗୁଡ଼ାଏ ଲୋକ ଖାଲି ବକ୍ ବକ୍ କରୁଛନ୍ତି। ଯାତ୍ରା ଭଳିଆ ଲାଗୁଚି; ହେଲେ ବେଲୁନ୍ ଆକାଶକୁ ଉଠୁନି କି ଫାଟୁନି। ସୁନ୍ପାପୁଡ଼ି ବି କେହି ବିକୁନି। ଦୁଲାଳୀ ଶେଷକୁ ବିରକ୍ତିରେ କହିଲା–ବାଆବା, ମଣି କାଇଁ ମ? ଅନ୍ତିମ ପ୍ରଧାନେ ଝୁଅକଥା ଶୁଣି ଚମକି ଉଠିଲେ। କହିଲେ-ସେ ପରା ହଜିଯାଇଛି। ଅଚଳ ଦୋଅଣି ଯେମିତି ବାଲିଭିତରେ ପୋତିହେଇଯାଏନି, ସେମିତି ପରା! ତାଙ୍କୁ ଆଉ ସାଉଁଟି ଆଣିବାକୁ କେହି ପାରିଲେ ନାଇଁ। ତେବେ ହେଇଟି ଦୁଲୁ ଏ ଯେଉଁ ପଂଝାଏ ବସିଚନ୍ତି ହେଇ ସେ ଉପରେ, ସେ ବି ଗୋଟିଏ ଗୋଟିଏ ମଣି… ମାଣିକ। ତାଙ୍କୁ ଦେଖିଲେ ଯାହା, ତାଙ୍କ କଥା ଶୁଣିଲେ ଯାହା, ମଣିକୁ ଦେଖିଲେ ତା କଥା ଶୁଣିଲେ ସେଇଆ, ଏକାକଥା। ସେ ସ୍ତ୍ରୀଲୋକ କହୁଥିଲେ ମଞ୍ଚ ଉପରୁ… ଆମେ ମଣିଙ୍କର ଅଧା କାମକୁ କରିଯିବା। ସେ ସ୍ଵର୍ଗରେ ଥାଇ ଆମକୁ ଦେଖୁଛନ୍ତି, ତାଙ୍କ କାମ ପୂରଣ ହୋଇନି। ଦୁଲାଳୀ ପାଟିକଲା–ବାଆବା, ମତେ ଭୋକ। କଲାଣି, ଚାଲେ ଗାଁକୁ ଚାଲିଯିବା। ଏଇଭଳି ପରସ୍ଥିତି ଘଟିବ ବୋଲି ଭାବିଥିଲେ ରାଜନୈତିକ ସଂଗ୍ରାମୀ ଅନ୍ତିମ ପ୍ରଧାନ। ଯେଉଁମାନେ ସଭାକୁ ଆସିବା ପାଇଁ ଗାଁ-ଗାଁରେ ପ୍ରଚାର କରୁଥିଲେ, ସେମାନେ କହୁଥିଲେ-ତୁମେମାନେ ଚାଲ, ଚିନ୍ତା କରନି, ଫେରିବାବେଳେ ଟ୍ରକ୍ରେ ଆସିବ, ଖାଇବାକୁ ଦିଆଯିବ। ଇଚ୍ଛାହେଲେ ପଡ଼ିଆଉପରେ ଶୋଇପଡ଼ିବ; ପାହାନ୍ତାରୁ ଥଣ୍ଡାଏ ଥଣ୍ଡାଏ ଘରକୁ ଚାଲିଆସିବ। ପିଲାଟାକୁ ଭୋକ କରୁଛି। କାହାକୁ ଭୋକ କରୁଥିଲେ ମଣି ବି ଉପାସ ରହିଯାଆନ୍ତି। ପ୍ରଧାନଙ୍କ ଆଗରେ ତୋରଣ ଫିଟିଗଲା। ସେ ଭାବବିହ୍ଵଳ ହୋଇପଡ଼ିଲେ… ଦେଖିଲେ ମଣି ବି ଆଖିରୁ ଲୁହ ଝରାଇ ତାଙ୍କ ଖାଇବା ବଗଡ଼ା ଭାତଥାଳିରୁ ଦୁଲାଳୀକୁ ଖୁଆଇ ଦେଉଛନ୍ତି। ହୋସ୍ ହେଲା ତାଙ୍କର ଯେତେବେଳେ ଦୁଲାଳୀ କହୁଥିଲା-ବାଆବା, ସେ ମାଇପି ଲୋକ ଯେଉଁ ମସାଲ ଜାଳିଥେଲା, ଲିଭିଗଲାଣି ବାଆ ଦେଖୁନୁ– ଅନ୍ତିମ ପ୍ରଧାନେ ଏକା ନୁହେଁ, ଦଶହଜାର